ତାଙ୍କର ଖବର ଯଦି '' '' ନିଶ୍ଚୟ, ନିଶ୍ଚୟ! ମୁଁ ଦେଖୁଛି; ଆପଣ ନିଶ୍ଚିନ୍ତ ରହନ୍ତୁ। '' ''ଅଶେଷ ଧନ୍ୟବାଦ '' କହି ରିସିଭର୍ ରଖି ଦେଲେ ମିସେସ୍ ପାତ୍ର। କାଳେ ରାତିରେ କିଛି ଖବର ଆସିପାରେ ବା ମି: ପାତ୍ର ଆସି ପାରନ୍ତି, ଏଇ ଆଶାରେ ସେ ଅବଶିଷ୍ଟ ସମୟତକ ସେଇଠାରେ ହିଁ ଅପେକ୍ଷା କରି କଟାଇବାକୁ ସ୍ଥିର କରି ଗୋଟିଏ ସୋଫା ଉପରକୁ ଆଉଜି ପଡ଼ିଲେ। ପ୍ରାୟ କେଇଟି ମିନିଟ ମଧ୍ୟରେ ନିଦ୍ରା ଦେବୀଙ୍କର କୋମଳ କର ସ୍ପର୍ଶରେ ସେ ଅଭିଭୂତ ହୋଇ ପଡ଼ିଲେ। ବାହାରେ ଶ୍ରାବଣର ଅସରନ୍ତି ଧାରା ଅଜାଡ଼ି ହେଉଥିଲା ଅବିଶ୍ରାନ୍ତ ଗତିରେ। -ଦୁଇ- ଗତ ରାତିର ପ୍ରବଳ ବର୍ଷା ତୋଫାନ ଶେଷ ହୋଇଥିଲା ସକାଳକୁ। ମିସେସ୍ ପାତ୍ରଙ୍କ ନିଦ ଭାଙ୍ଗିଲା ବେଳକୁ ସାତଟା ବାଜି ଯାଇଥିଲା। ଗଲା ରାତିର ଘଟଣା ସବୁ ମନେପଡ଼ି ତାଙ୍କ ମନ ପୁଣି ବିଷାଦଭରା ହୋଇଉଠିଲା। ମି: ପାତ୍ର ଯେ କାଲି ରାତିରେ ଫେରି ନାହାନ୍ତି-ଏଟା, ଠିକ୍, କାରଣ ଫେରି ଥିଲେ ତାଙ୍କୁ ନିଶ୍ଚୟ ଉଠାଇଥାନ୍ତେ। ସେ ଡ୍ରଇଂ ରୁମ୍ ବାହାରକୁ ଆସିଲେ। ବାରଣ୍ଡାର ଗୋଟିଏ ପାଖରେ ଦର୍ଓ୍ୱାନ୍ ରାମଶରଣ ଟୁଲ୍ ଉପରେ ବସି ପିକା ମୋଡ଼ିବାରେ ବ୍ୟସ୍ତ। ତା' ଠାରୁ କିଛି ଖବରର ଆଶା କରିବା ବୃଥା ବୋଲି ଭାବି ପୁଣି ସେ ଡ୍ରଇଂରୁମ୍ ଯାଇ ଫୋନ୍ ଧରିଲେ, ପୋଲିସ୍ ହେଡ଼୍କ୍ୱାଟର୍ସକୁ। ସେଠାରୁ ଯାହା ଉତ୍ତର ମିଳିଲା ତାହା ଶୁଣି ତାଙ୍କର ପାଦ ଆଉ ଚଳିଲା ନାହିଁ। ''ଶୂନ୍ୟ କାର୍ଟା ମିଳିଛି, କିନ୍ତୁ ଆରୋହୀ ନିରୁଦ୍ଦେଶ! କ'ଣ ହେଲା ତେବେ? '' ଚିନ୍ତାର ଗୁରୁଚାପ ତାଙ୍କର ମସ୍ତିଷ୍କକୁ ପୂରାପୂରି କାବୁ କରି ଦେଇଥିଲା। ସେ ପାଗଳାମୀଙ୍କ ପରି ଧାଇଁଲେ ପୋଲିସ୍ ଷ୍ଟେସନକୁ-। ପୋଲିସ୍ ଷ୍ଟେସନରେ ମଧ୍ୟ ଏହି ବିଷୟ ନେଇ କମ ହୈଚୈ ପଡ଼ି ନ ଥାଏ। ପୋଲିସ୍ ଏସ୍. ଆଇ. ଯତୀନ ବାବୁ, ଇନଚାର୍ଯ ଅଫିସର୍ ମି: ପଟ୍ଟନାୟକ, ଏ. ଏସ୍. ଆଇ. ମି: ସିହ୍ନା ପ୍ରଭୃତିଙ୍କର ଆଜିର ପ୍ରଧାନ ଆଲୋଚନାର ବିଷୟ ଥିଲା ଏଇ ଘଟଣାଟି। ରାତିକ ଭିତରେ କ'ଣ ଏପରି କାଣ୍ଡଟାଏ ଘଟିଗଲା-ସେଇଟାହିଁ ଥିଲା ସମସ୍ତଙ୍କର ବିସ୍ମୟର କାରଣ। ପୋଲିସ୍ ଅଫିସରମାନେ ନାନା ବାଦାନୁବାଦ, ଯୁକ୍ତି, ଆଲୋଚନା ସତ୍ତ୍ୱେ ବି ଏହାର କାରଣ କିଛି ସ୍ଥିର କରିପାରୁ ନଥାନ୍ତି। ଠିକ୍ ଏତିକିବେଳେ ମିସେସ୍ ପାତ୍ର ସେ କୋଠାରୀ ଭିତରକୁ ଯିବା ପାଇଁ ଦ୍ୱାର ପାଖରେ ଅନୁମତି ପ୍ରାର୍ଥିନୀ ହୋଇ ଛିଡ଼ା ହେଲେ। ମି: ପଟ୍ଟନାୟକ ତାଙ୍କୁ ସସମ୍ମାନରେ ଭିତରକୁ ପାଛୋଟି ନେଇ ଆସନ ଦେଖାଇ ଦେଲେ। ମିସେସ୍ ପାତ୍ର ବସୁ ବସୁ କହିଲେ-''ମୁଁ ବଡ଼ ବିପଦରେ ଆଜ୍ଞା-! ମୋତେ ଏଥିରୁ ଉଦ୍ଧାର ନ କଲେ ମୁଁ ଶେଷ ହୋଇଯିବି। '' ''ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମିସେସ୍ ପାତ୍ର! ଘଟଣା ସେମିତି କିଛି ଗୁରୁତର ବୋଧ ହେଉନାହିଁ। ହୁଏତ ମିଷ୍ଟର ପାତ୍ର କୌଣସି ବନ୍ଧୁ ଘରେ ଥାଇ ପାରନ୍ତି। '' ଆଶ୍ୱାସନା ଦେଇ କହିଲେ ମି: ପଟ୍ଟନାୟକ। ''ନା, ନା, ତା କେବେ ନୁହେଁ। ଯେତେ ଦରକାରୀ କାମ ଥିଲେ ବି ମି: ପାତ୍ର ଘରକୁ ଫେରିଥାନ୍ତେ ନିଶ୍ଚୟ। ନିହାତି ରହିବାର ହେଲେ ଖବର ଦେଇଥାନ୍ତେ ଅନ୍ତତଃ। ମୁଁ ଭାବୁଛି ତାଙ୍କୁ କିଛି ବିପଦରେ ପଡ଼ିବାକୁ ହୋଇଛି। ନହେଲେ କ'ଣ '' କଣ୍ଠ ବାସ୍ପରୁଦ୍ଧ ହୋଇଗଲା ମିସେସ୍ ପାତ୍ରଙ୍କର। ''ଦେଖନ୍ତୁ! ସେ କଥା ଭାବି ଅଧୀର ହୋଇ ପଡ଼ିବାର ସମୟ ବର୍ତ୍ତମାନ ନୁହେଁ। ଧୈର୍ଯଧରି ଅପେକ୍ଷା କରିବାକୁ ହେବ। ଆପଣ ବର୍ତ୍ତମାନ ଆମର କେତୋଟି ପ୍ରଶ୍ନର ଯଥାର୍ଥ ଉତ୍ତର ଦେଲେ ଭଲ ହୁଅନ୍ତା। '' କହିଲେ ମି: ପଟ୍ଟନାୟକ। ''କ'ଣ ପଚାରନ୍ତୁ! '' ପଣତ କାନିରେ ଆଖିରୁ ଲୁହ ପୋଛୁ ପୋଛୁ କହିଲେ ମିସେସ୍ ପାତ୍ର। ''ଆଚ୍ଛା, କାଲି ମି: ପାତ୍ର କେତେବେଳେ କୁଆଡ଼େ ଯାଇଥିଲେ ଜାଣନ୍ତି କି? '' ''ହଁ, ସେ କାଲି ଆମ ଜୁଏଲାରୀ କାରଖାନାକୁ ସନ୍ଧ୍ୟା ପୂର୍ବରୁ ଯାଇଥିଲେ। ପ୍ରାୟ ପ୍ରତ୍ୟହ ଏମିତି ଯାଆନ୍ତି। '' ''ଫେରନ୍ତି କେତେବେଳେ? '' ''ରାତି ନଅଟା ସୁଦ୍ଧା। '' ''ଆଚ୍ଛା, ତାଙ୍କର କେହି ଶତ୍ରୁ ବା ବିବାଦୀୟ ଲୋକ ଥିବା ବିଷୟ ଆପଣାକୁ ଜଣା ଅଛିକି-? '' ''ସେମିତି କେହି ବିବାଦୀ ବା ଶତ୍ରୁ ଥିବାର ମୋତେ ଜଣାନାହିଁ, ତେବେ ବ୍ୟବସାୟ କ୍ଷେତ୍ରରେ ଥାଇପାରନ୍ତି। ଆପଣମାନେ ତ ଜାଣନ୍ତି-ଆମ କାରଖାନା 'ଶିଳ୍ପପୁରୀ'ର ତିଆରି ଜୁଏଲାରୀର ଚାହିଦା ବଜାରରେ ବେଶୀ। ସେ କାରଣରୁ ଅନ୍ୟ ବ୍ୟବସାୟୀମାନେ ପ୍ରାୟ ସବୁ ସମୟରେ ପ୍ରତିଯୋଗିତା କରି ଆସିଛନ୍ତି।